ମୁଁ ବାହାରିଲି କାମ ପାଇଁ। କାମରେ ପୁଣୀ 'ସ୍ତ୍ରୀ' 'ପୁରୁଷ' ବିଚାର-। ପୁରୁଷ ମୂଲଠାରୁ ସ୍ତ୍ରୀ ପାଏ କମ୍। କାମ ଅଧିକ କରୁ ବା ସମାନ କରୁ ପଛକେ ମୂଲରେ ସମାନ ଅଧିକାର ତାର ନ ଥାଏ। ସମାଜର ଯାହା ବୁଝାମଣା! ସୁଖେ ଦୁଃଖେ କିଛି ଦିନ କଟିଗଲା। ସ୍ୱାମୀ ମୋର ରୋଗ ଶେଯରୁ ଉଠିଲେ ନାହିଁ କି ଆଉ ଭାତ ବା ପେଜ ତାଙ୍କ କଣ୍ଠରେ ଗଳିଲା ନାହିଁ। ସେଦିନ ମୂଲ ପାଇଥାଏ ଦୁଇଟି ଟଙ୍କା। ତାଙ୍କ ପାଟିରୁ କଥା ବାହାରିଲା ନାହିଁ। ବହୁତ କାକୁତି ମିନତି ହୋଇ କବିରାଜଙ୍କୁ ଡ଼ାକିଲି। ସେ ଟଙ୍କାଟିଏ ନେଲେ। ବାଲି ଖାଇବାକୁ କହି ଚାଲିଗଲେ। ଦଉଡ଼ିଲି କଣ୍ଟ୍ରୋଲ ଦୋକାନକୁ। ମୋର ଦୂରବସ୍ଥା ଲମ୍ବା ଲାଇନର ସମସ୍ତଙ୍କୁ କହିଲି। ଦୋକାନୀକୁ ଖୁସାମତ୍ କଲି। ସବୁ ନିସ୍ଫଳ ହେଲା। ଜଣେ କନେଷ୍ଟବଳ ଶାନ୍ତି ରକ୍ଷା କରିବା ପାଇଁ ସେଠି ଠିଆ ହୋଇଥିଲା। ଗଣ୍ତଗୋଳ କରୁଚି ବୋଲି ଶାନ୍ତିରକ୍ଷକ ମତେ ଧକ୍କା ମାରି ମାରି ସମସ୍ତଙ୍କ ପଛରେ ଠିଆ କରାଇଦେଲା। କେହି ଟିକିଏ 'ଆହା' କରନ୍ତେ କଅଣ ନାକରେ ହାତଦେଇ ହସିଲେ। ମୁଁ ଛିଡ଼ା ହେଲି, ଜଣ ଜଣ କରି ଆଗ ଲୋକ ଯାଉ ଥାଆନ୍ତି। ମୋ ପାଳି ପଡ଼ିବାର ଆଶା ବଢ଼ି ବଢ଼ି ଚାଲିଥାଏ। ବେଳ ଗଡ଼ିଯିବା ସଙ୍ଗେ ସଙ୍ଗେ ମୋ ମନରେ ଉତ୍କଣ୍ଠା ମଧ୍ୟ ବଢ଼ି ବଢ଼ି ଚାଲିଥାଏ। ଘଣ୍ଟା ବାଜିଲା ବାର। କିଉରେ ଛିଡ଼ା ହୋଇ ହୋଇ ଅବଶେଷରେ ନିଷ୍ଫଳ ହୋଇ ଫେରିଲି ଘରକୁ। ଦୋକାନୀ ବେଳ ହେବାରୁ ଦୋକାନ ବନ୍ଦ କରିଦେଲା। ମୁଁ କେତେ କାନ୍ଦିଲି, କେତେ ନେହୁରା ହେଲି। ସବୁ ବୃଥା। ମଦୁଆଙ୍କ ପରି ଟଳି ଟଳି ଘରକୁ ଫେରିଲି। ଘରେ ସବୁ ଶେଷ। ଡରିଲି ଗାଁ ଲୋକଙ୍କୁ-। ଶୁଦ୍ଧି ହେବି କିପରି? ଘରଟା ତ ମୋର ନୁହଁ। ବନ୍ଧା ପକାଇଚି। ଆଉ କାଳ ବିଳମ୍ବ ନ କରି ବଡ଼ କଷ୍ଟରେ ମୋ ପ୍ରାଣ ଧନକୁ ଘୋସାରି ନେଇ ମା ଗଙ୍ଗାଙ୍କ କୋଳରେ ମେଲି ଦେଲି। ସ୍ରୋତସ୍ୱନୀ ନଦୀ ଗର୍ଭ ବିସ୍ତାର କରି ତାଙ୍କୁ ଆନନ୍ଦରେ ଗ୍ରହଣ କଲା। ମୁଁ ବୁଲିଲି। ଲୋକେ କହିଲେ ମତେ ପାଗଳିନୀ। ମତେ ଦେଖି କୁକୁର ଭୁକିଲେ। ପିଲାଏ ଟେକା ପଥର ଫୋପାଡ଼ିଲେ। ଶିକ୍ଷିତ ଲୋକେ କହିଲେ ଚୋରଣୀ। ସମଦୁଖୀଏ କହିଲେ 'ବିଚାରୀ'। ସବୁ ଶୁଣିଲି। ଛାତି ପଥର କଲି। ଜୀବନଟାକୁ ଛି କରି ପାରିଲି ନାହିଁ। ତାଙ୍କୁ ସିନା ନଦୀ ଗର୍ଭରେ ଫିଙ୍ଗିଦେଲି ମାତ୍ର ମୁଁ ମୋଟେ ଡେଇଁ ପାରିଲି ନାହିଁ। ପାରନ୍ତି କିପରି? ମୋ ଜୀବନରେ ଦୁଃଖ ଲେଖା। ମୋର ପୂର୍ବପୁରୁଷଙ୍କର ଦୁଷ୍କୃତିରୁ ପରିତ୍ରାଣ ପାଇବା କ'ଣ ଏତେ ସହଜ-? ଏତେ ସଅଳ ମରୁନି ମୁଁ। ବଡ଼ କଷ୍ଟରେ ଏକ ନିଶ୍ୱାସରେ ବିଚାରୀ ନାରୀଟି ଏତିକି କହି ଦେଇ ଧଇଁସଇଁ ହେଲା। ସୁଁ ସୁଁ କରି କାନ୍ଦିଲା। ମାତ୍ର ଆଖିରୁ ଟୋପାଏ ହେଲେ ଲୁହ ନିଗିଡ଼ିଲା ନାହିଁ। ଲୁହତକ ସବୁ ଶୁଖି ଯାଇଥିଲା। ମୁନାବାବୁ ତା କଥା ଶୁଣି ଆଁ କରି ଚାହିଁ ରହିଲା। ସେ ବିଚାରୀ କେତେବେଳୁ ଉଠି ଚାଲିଗଲାଣି। ନନା ପଛରୁ ଚିତ୍କାର କରି କହିଲେ—ଓହୋ, ମୋ ଘରେ ଗୋପବନ୍ଧୁ ଜନ୍ମିଚନ୍ତି। କି ପର ଦୁଃଖକାତର ରେ! ମୁନାବାବୁର ଚେତନା ଆସିଲା। ସେ ଘର ଭିତରକୁ ଆସି ବୋଉ କୋଡ଼ରେ ମୁହଁ ଲୁଚାଇ କଇଁ କଇଁ ହୋଇ କାନ୍ଦିପକାଇଲା। କହିଲା—ବୋଉ ମ! ଟିକିଏ ଡେରି ହେଲେ ଆମେ ବିଗିଡ଼ି ଯାଉଚୁ। ମୁହଁରୁ ବରାଦ ବାହାରିଲା ମାତ୍ରକେ ନ ରଖିଲେ ଆମ ମୁଣ୍ତ ଗରମ ହେଇଯାଉଚି; ଅଥଚ ଏ ସଂସାରରେ କି କରୁଣ ଛବି ସତେ ନାହିଁ! ବୋଉ ତାଙ୍କ କଅଁଳିଆ ହାତରେ ମୁନା ମୁଣ୍ତର ବାଳ ଆଉଁସୁ ଆଉଁସୁ ଦୁଇ ଟୋପା ଲୁହ ଗଡ଼ାଇଦେଲେ। ପାଣିକଳ ଅଣାଅଶିଟି। ପରିବାର। ଅର୍ଦ୍ଧାଧିକ ହରିଜନ। ହରିଜନ ବସ୍ତି ହେତୁ ପାଣି କଳଟିଏ ସରକାର ଦେଇଥାଆନ୍ତି। ହେଲେ ସବର୍ଣ୍ଣଙ୍କର ଅଧିକରା ଅଧିକ। ପହିଲେ ସେମାନେ ପାଣି ନେବା ପରେ ହରିଜନଙ୍କ କଥା। ତାଙ୍କ ପାଳି। ଧନିଆ ସଅର। ଗାଁରେ ବୁଢ଼ା ବାପ, ମା ଆଉ ଛୋଟ ଭାଇ ଭଉଣୀଙ୍କୁ ଛାଡ଼ିଦେଇ ଧାଇଁ ଆସିଚି ସହରକୁ। ମୂଲ ଲାଗିବ। ଟଙ୍କା ପଠାଇବ। ଗାଁରେ ଚାରି ପ୍ରାଣୀ ବଞ୍ଚିବେ।